ମୋ ମତରେ ଲୋଗୋଡ଼େଙ୍କୋଙ୍କ ଭଳି ବିଶିଷ୍ଟ ବୈଜ୍ଞାନିକଙ୍କ ସୁପାରିଶପତ୍ର ଉପରେ ଆମ୍ଭେମାନେ ପୂରାପୂରି ନିର୍ଭର କରିବା ଉଚିତ। ଆପଣ ତାହେଲେ ବୈଜ୍ଞାନିକ ଲୋଗୋଡ଼େଙ୍କୋଙ୍କୁ ଫୋନ୍ କରନ୍ତୁ। '' ''ହଁ, ଆଉ ଗୋଟିଏ କଥା'' କମିଶନ୍ର ଚେୟାରମ୍ୟାନ୍ ଉଠିବା ପୂର୍ବରୁ ଆଲେସ୍କି କହିଲେ, ''ଟେଲିଭିଜନ୍ ବିଶେଷଜ୍ଞ ଡକ୍ଟର ମାକୋଭେଲସ୍କିଙ୍କ ଇଞ୍ଜିନିୟରମାନେ ଏପର୍ଯ୍ୟନ୍ତ କୃତ୍ରିମ ଉପଗ୍ରହରେ ଟେଲିଭିଜନ୍ ଫିଟ୍ କରି ନାହାନ୍ତି। ସେମାନେ ଏତେ ଡେରି କଲେ ଚଳିବ କେମିତି? ଆପଣ ସେମାନଙ୍କ ନିକଟରୁ ଗୋଟିଏ ଜରୁରୀ ବାର୍ତ୍ତା ପଠାନ୍ତୁ ଶୀଘ୍ର ଆସିବା ପାଇଁ। '' ''ହଁ, ସେମାନେ ମୋତେ ଇତି ମଧ୍ୟରେ ଦୁଇଥର ଜଣାଇ ସାରିଲେଣି ଆସୁଛନ୍ତି ବୋଲି-। ଭାରତର ପ୍ରଧାନମନ୍ତ୍ରୀ ମି. ଜବାହାରଲାଲ୍ ନେହେରୁ ଯେତେବେଳେ ଆମ ଦେଶକୁ ଆସିଥିଲେ ଏହି ଇଞ୍ଜିନିୟରମାନେ ରାଷ୍ଟ୍ରର ବହୁ ସହରରେ ଅସ୍ଥାୟୀ ଟେଲିଭିଜନ୍ କେନ୍ଦ୍ର ବସାଇଥିଲେ-। ଶାନ୍ତିର ଦୂତ ପୃଥିବୀର ଏହି ଶ୍ରେଷ୍ଠତମ ଜନନାୟକଙ୍କୁ ଦେଖିବା ପାଇଁ ଆମ ରାଷ୍ଟ୍ରର ସମସ୍ତେ ଏକରକମ ପାଗଳ ହୋଇପଡ଼ିଥିଲେ। ମିଷ୍ଟର୍ ନେହେରୁ ଯେଉଁ ଯେଉଁ ସହରକୁ ଯାଉଥିଲେ କେନ୍ଦ୍ର ସରକାରଙ୍କ ଏକ ଜରୁରୀ ଆଦେଶରେ ସେମାନେ ସେହି ସବୁ ସହରରେ ଅସ୍ଥାୟୀ ଟେଲିଭିଜନ୍ କେନ୍ଦ୍ର ବସାଇ ତାହାଙ୍କୁ ଲୋକେ ସୁବିଧାରେ ଦେଖିବାପାଇଁ ବନ୍ଦୋବସ୍ତ କରିଥିଲେ। ମିଷ୍ଟର୍ ନେହେରୁ ଫେରିଯିବା ପରେ ସେହି ଅସ୍ଥାୟୀ କେନ୍ଦ୍ର ଗୁଡ଼ିକୁ ସ୍ଥାୟୀ କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଥିଲେ। କିନ୍ତୁ ଗତବର୍ଷ କେନ୍ଦ୍ରସରକାର ପୁଣି ମତ ବଦଳାଇ ସେହି ଅସ୍ଥାୟୀ କେନ୍ଦ୍ରଗୁଡ଼ିକୁ ଉଠାଇ ନେବା ପାଇଁ ଆଦେଶ ଦେଲେ। ବୈଜ୍ଞାନିକ ମାକୋଭେଲସ୍କିଙ୍କୁ ନୂତନ ଟେଲିଭିଜନ୍ ପଦ୍ଧତି ସବୁ ସହରରେ ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାର ସେହି ପୁରୁଣା ଯନ୍ତ୍ରପାତିଗୁଡ଼ିକୁ ଉଠାଇ ନେଇଥିବାର ଅନୁମାନ। ସେ ତାଙ୍କର ଶେଷ ଚିଠିରେ ମୋତେ ଜଣାଇଛନ୍ତି ଯେ, ବିଭିନ୍ନ ସହରରୁ ଅସ୍ତାୟୀ ଟେଲିଭିଜନ୍ କେନ୍ଦ୍ର ଉଠାଇବା କାମ ସରିଗଲାଣି। ସେ ଏଇ ଅଳ୍ପଦିନ ଭିତରେ ତାଙ୍କର ଯନ୍ତ୍ରପାତି ଓ ଲୋକ ଘେନି ଏଠାରେ ପହଞ୍ଚିଯିବେ। '' ବୃଦ୍ଧଙ୍କ କଥାରେ ହଠାତ୍ ଆଲେସ୍କିଙ୍କର ମନେପଡ଼ିଗଲା, ଭାରତର ସେହି ଜନନାୟକଙ୍କ କଥା। ସେ ବର୍ଷ ମିଷ୍ଟର ନେହୁରୁଙ୍କୁ ଦେଖିବା ପାଇଁ ସେ ଏଠାରୁ ଛୁଟି ନେଇ କେନ୍ଦ୍ର ରାଜଧାନୀକୁ ଦୌଡ଼ିଯାଇଥିଲେ ଓ ମେରିନା ସହିତ ପୃଥିବୀର ଏହି ଶ୍ରେଷ୍ଠ ଶାନ୍ତିକାମୀ ଜନନାୟକଙ୍କୁ ଦେଖିବାପାଇଁ କିପରି ଲୋକମେଳରେ ରାସ୍ତାଧାରରେ ଛିଡ଼ା ହୋଇଥିଲେ, ତାହା ଗୋଟି ଗୋଟି ହୋଇ ତାଙ୍କର ମନେ ପଡ଼ିଗଲା। ସେଦିନ ସେ ଯେତେବେଳେ ଏହି ବିରାଟ ମାନବଙ୍କୁ ଦେଖିଲେ, ତାଙ୍କର ଶାନ୍ତପ୍ରଶାନ୍ତ ବଦନ ତାଙ୍କ ମନରେ ଆଣିଥିଲା ଶାନ୍ତିର ଏକ ସ୍ୱର୍ଗୀୟ ଆନନ୍ଦ। ସେ ମନେ ପକାଇ ଉଲ୍ଲସିତ ହୋଇଉଠିଲେ ଯେ ମିଷ୍ଟର୍ ନେହେରୁ କେବଳ କାଗଜ-କଲମରେ ଶାନ୍ତିର ଦୂତ ନୁହନ୍ତି; ତାଙ୍କର ପ୍ରସନ୍ନ ହାସ୍ୟୋଜ୍ୱଳ ମୂଖମଣ୍ଡଳକୁ ଦେଖିଲେ ଯେ କେହି ଲୋକ କହିବ, ସେ ପ୍ରକୃତରେ ବିଶ୍ୱଶାନ୍ତିର ଦୂତ। ଧନ୍ୟ ଭାରତ! ଧନ୍ୟ ତା'ର ଏହି ଜନନାୟକ! ଟେବୁଲସ୍ଥିତ ଫୋନ୍ ହଠାତ୍ ବାଜିଉଠିଲା।। ଆଲେସ୍କିଙ୍କ ଚିନ୍ତାର ଖିଅ ଛିଡ଼ିଗଲା-ସେ ଫୋନ୍ ଧରିଲେ। ''ହଁ, ହଁ, ଡିରେକ୍ଟର ପାଲାଭିନ୍ ଅଛନ୍ତି। କେଉଁଠାରୁ କହୁଛନ୍ତି? '' ଆଲେସ୍କି ବୃଦ୍ଧଙ୍କ ଆଡ଼କୁ ଫୋନ୍ ବଢ଼ାଇଦେଇ କହିଲେ, ''ପ୍ରାନ୍ତୀୟ ରାଜଧାନୀରୁ ଆପଣଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଚନ୍ତି। '' ପାଲାଭିନ୍ ମୁହଁ ପାଖରେ ଫୋନ୍ ଲଗାଇ କହିଲେ-''ହଁ, ହଁ, ମୁଁ ପାଲାଭିନ୍, ଆପଣ-.. -? '' ଟେଲିଫୋନ୍ର ଉତ୍ତରରେ ମୁଖ ତାଙ୍କର ଉଜ୍ଜଳ ହୋଇଉଠିଲା। ସେ ଉତ୍ତର କଲେ, ''ହୁଁ, ହୁଁ ଆସନ୍ତୁ, କିଛି